ସେମାନେ ଭାଗ୍ୟ ଦ୍ୱାରା ନାଚିବାରେ ଲାଗିଥିଲେ। ଭାଗ୍ୟର ବିଧାନକୁ ହିଁ ଧର୍ମର ବିଧାନ ବୋଲି ବିଶ୍ୱାସ କରିବାକୁ ସେମାନଙ୍କୁ ଶିକ୍ଷା ଦିଆଯାଉଥିଲା। ଅଧିକ ମଣିଷ ସେମାନଙ୍କର ସେବା ଖଟୁଥିଲେ। ପ୍ରାଚୀନ ଗ୍ରୀକ୍ ସମାଜରେ ଯେପରି ଜଣେ ନାଗରିକ ସୁଖ ସମ୍ଭ୍ରମରେ ରହିବ ବୋଲି ହାରାହାରି ଅନ୍ତତଃ ଚାରିଜଣ ଅନ୍ୟ ମଣିଷଙ୍କୁ ଦାସ ହୋଇ ରହିବାକୁ ପଡୁଥିଲା, ଇଏ ପ୍ରାୟ ସେହିପରି ଗୋଟିଏ ବ୍ୟାପାର। ଉପରେ ଥିବା ଅଳପଙ୍କୁ ପୃଥିବୀ ଭାରି ସୁନ୍ଦର ଦିଶୁଥିବ। ତଳେ ଥିବା ବହୁତ ମଣିଷ ବିଧିଗୁଡ଼ିକୁ ମାନି ଘୁଷୁରି ପରି ଖଟୁଥିବେ, ଘୁଷୁରି ପରି ବଞ୍ଚୁଥିବେ। ପୁରାତନ ସଭ୍ୟତା, ସଂସ୍କୃତି ଓ ସାହିତ୍ୟ ଇତ୍ୟାଦିକୁ ଆମକୁ ନ୍ୟାୟତଃ ସେହି ପରିପ୍ରେକ୍ଷୀରେ ହିଁ ବିଚାର କରିବାକୁ ହେବ। ପରବର୍ତ୍ତୀ ଯୁଗରେ ବିଜ୍ଞାନ ଆସି ପହଞ୍ଚିଲା। ଧର୍ମ ଭିତରୁ ଅଧ୍ୟାତ୍ମ ନାମକ ସେହି ଅସଲ ସତ୍ୟଟିର ମଧ୍ୟ ଉନ୍ମେଷ ଘଟିଲା। ପୃଥିବୀ ଠୋ' ଠୋ' ବଦଳି ଗଲା। ଭାରତବର୍ଷ ମଧ୍ୟ କ'ଣ ପାଇଁ ବଦଳି ନଥାନ୍ତା। ଯେଉଁମାନେ ଧର୍ମକୁ ମାନି ଯୁଗ ଯୁଗ ଧରି ତଳଟାକୁ ଆଦରି ରହିଥିଲେ, କ୍ରମେ ସେମାନଙ୍କ ଭିତରେ ମଧ୍ୟ ନୂଆ ଚେତାଟିଏ ପଶିଲା। ସେମାନେ ବି ନାଗରିକ ହେଲେ। ଏବଂ, ସେମାନଙ୍କୁ କାଗଜରେ ନାଗରିକ ବୋଲି କୁହାଯାଉଥିବ ଅଥଚ ପୁରୁଣା ଅବିଚାରଗୁଡ଼ିକ ଅତ୍ୟନ୍ତ ନିର୍ମମ ଭାବରେ ସେମାନଙ୍କୁ ନାନା ପ୍ରକାରେ ବଂଚିତ କରି ରଖିଥିବ, ଏହି ବିଡ଼ମ୍ବନାଟି ହିଁ ପଦେ ପଦେ ଆସି ଆହ୍ୱାନ ଦେବାକୁ ଆରମ୍ଭ କଲା। ଉପରବାଲା କିଂଚିତ୍ ଦୟା ଦେଖାଇଲେ, ଉଦାର ହେଲେ। ସେଇଟାକୁ ତଳବାଲା ମଧ୍ୟ ଗୋଟିଏ ଭଲକଥା ବୋଲି ସ୍ୱୀକାର କଲେ। କିନ୍ତୁ ଆତ୍ମା ମୋଟେ ବୋଧ ହେଲାନାହିଁ। ଆତ୍ମାଟା ଏପରି ଗୋଟିଏ ପଦାର୍ଥ, ଥରେ ଚେତିଗଲେ ସିଏ ଏକାବେଳେକେ ତୁମ ସହିତ ସଙ୍ଗୀ ହୋଇ ଏକାଠି ବାଟ ଚାଲିବାକୁ ଅସ୍ଥିର ହୋଇ ଉଠିବ। ଦୟା ବା ଉଦାରତାରେ ମୋଟେ ଥର ହୋଇ ରହିବ ନାହିଁ। ସ୍ୱାଧୀନ ଭାରତବର୍ଷରେ ସବୁ ମଣିଷଙ୍କୁ ଯେ ମଣିଷର ସ୍ୱୀକୃତି ପାଇବାକୁ ହକଦାର ବୋଲି ସ୍ୱୀକାର କରାଯାଉନାହିଁ, ଆମର ଏଠାରେ ତାହାହିଁ ପରିବେଶ ଗୁଡ଼ିକୁ ନିତାନ୍ତ ଶୟତାନସ୍ତରୀୟ କରି ରଖିଛି। ତୁମେ କାଗଜରେ ଯୋଉ କଥା ଲେଖିବ, ତାହାକୁ ତୁମ ଗାଆଁ ବା ସହରର ସମାଜରେ ସ୍ୱୀକାର କରାଯିବ ନାହିଁ, କେହି ହକ୍ ମାଗି ଆସିଲେ ତାକୁ ବୋଲୁଅ ମାରିବ, ଏହି ପରିବେଶଟାକୁ ଗଛ ଲଗାଇ ଯେଉଁ ବାବୁମାନେ ସମାଧାନ କରିଦେବେ ବୋଲି ଚିନ୍ତା କରୁଛନ୍ତି, ସେମାନଙ୍କର ବୁଦ୍ଧିଗୁଡ଼ାକ ଆଉ ଜାଣିଶୁଣି ଛତରା ହୋଇ ରହିବାକୁ। ଇଚ୍ଛା କରୁଛି କି? ସେମାନେ କ'ଣ ପାଇଁ କାଳର ପଥଟାକୁ ରୋକିବେ ବୋଲି ବାହାରିଛନ୍ତି କେଜାଣି? ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ କାର୍ଯ୍ୟତଃ ଦରିଦ୍ର ଓ ବଂଚିତ ମନୁଷ୍ୟମାନଙ୍କ ଭିତରେ କାମ କରୁଛନ୍ତି। ସେହି ମନୁଷ୍ୟମାନେ ଅଗମ୍ୟ ବଣପାହାଡ଼ ଭିତରେ ରହି ଆସିଛନ୍ତି। ସଭ୍ୟ ଓ ଚତୁର ଲୋକମାନେ ସେମାନଙ୍କୁ କାଳ କାଳ ହେଲା ବଂଚିତ କରି ଆସିଛନ୍ତି। ସେମାନଙ୍କଠାରୁ ସେମାନଙ୍କର ଶ୍ରମଲବ୍ଧ କ୍ଷେତକୁ ଛଡ଼ାଇ ନିଆଯାଇଛି। ବଗଡ଼ ଓ ଡ଼ଙ୍ଗର ଭିତରକୁ ପଳାଇଯିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରାଯାଇଛି। ସେମାନେ ଶିକ୍ଷାରୁ ବଂଚିତ ହୋଇ ରହିଛନ୍ତି। ପଶୁଠାରୁ ମଧ୍ୟ ଅଧିକ ଭୟ କରୁଛନ୍ତି। ହାକିମ, ଏପରିକି ଉପକାରୀ ହାକିମମାନେ ମଧ୍ୟ ସେମାନଙ୍କର ଭାଷାରେ ସେମାନଙ୍କ ସହିତ କଥା କହୁନାହାନ୍ତି। ସେମାନଙ୍କୁ ସଜ୍ଞାନ ଏବଂ ସଚେତନ କରାଇବା ସକାଶେ ହିଁ ସ୍ୱେଚ୍ଛାସେବୀମାନେ କାର୍ଯ୍ୟ କରୁଛନ୍ତି। ସେମାନଙ୍କର ପ୍ରକୃତ ବାସ୍ତବଟାକୁ ଆଖିରେ ଦେଖିବା ସତ୍ତ୍ୱେ ଯଦି